ସେ ଧାନବିଲ, କଣ୍ଟାଗଛ,। ବାଉଁଶ ବୁଦା କିଛି ନ ମାନି କେବଳ ଦଉଡ଼ୁଥିଲା। ପଛରେ ରହିଯାଉଥିଲା ଅପେରା ପାର୍ଟିର ତମ୍ବୁ, ଗାଁ, ସୁଲୋଚନା, ସୁଲର ସାବତ ମା, ଜେଜିମାର ସ୍ମୃତି, ସୁଲର ବିଧବା କପାଳ ଓ ତା ନିଜର ରାଜା ହେବାର ସ୍ୱପ୍ନ। ମନ୍ତ୍ରୀ ଆସିବେ ବୋଲି ଆଦୌ ପାଠଶାଠରେ ମନ ଦେଉ ନ ଥିବା ଝୁନା ଏବେ କିଛିଦିନ ହେଲା ବାପା କି ବୋଉ କିଛି କହିବା ଆଗରୁ ସ୍କୁଲ୍କୁ ବାହାରି ଯାଉଥିଲା। ଖୁବ୍ ଜରୁରୀ କାମରେ ବାହାରିଥିବା ଲୋକଠାରେ ଯେମିତି ବ୍ୟସ୍ତତା ଦେଖାଦିଏ ସେମିତି ବ୍ୟସ୍ତତା ଦେଖା ଦେଉଥିଲା ଝୁନା ମୁହଁରେ। ମନ୍ତ୍ରୀଙ୍କ ସଭାରେ ଯେଉଁ କୋରସ୍ ବୋଲାଯିବ ସେଇ କୋରସ୍ ଦଳରେ ମିଶିଥିଲା ଝୁନା। ଆଉ ନଅଜଣ ବି ଝୁନା ସାଙ୍ଗରେ ସେଇ ଗୀତ ଗାଇବେ। ଝୁନା ତାଙ୍କ ଘରୁ ବାହାରି ସିଧା ସ୍କୁଲକୁ ଯାଉ ନ ଥିଲା। ସାଙ୍ଗ ଝିଅମାନଙ୍କୁ ତାଙ୍କ ଘରୁ ଡାକିନେବା ଦାୟିତ୍ୱ ବି ସେ ନିଜ ମୁଣ୍ଡ ଉପରକୁ ନେଇଥିଲା। ସମସ୍ତେ ଏକା ସାଙ୍ଗରେ ନ ଗଲେ ସାର୍ ଗୀତ ଅଭ୍ୟାସ କରାଇବେ ନାହିଁ। ସେମାନଙ୍କର ନିଷ୍ଠା ନାହିଁ ବୋଲି କହି ଗାଳିମନ୍ଦ କରିବେ ଓ ହେଡ୍ ମାଷ୍ଟରଙ୍କୁ ରିପୋର୍ଟ କରିଦେବେ। ଝୁନା ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ କାମଟିକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲା। ମନ୍ତ୍ରୀଙ୍କ ଆଗମନକୁ ନେଇ କେବଳ ଝୁନା କି ଗୀତସାର୍ ନୁହନ୍ତି, ହେଡ୍ମାଷ୍ଟ୍ରେ, ସ୍କୁଲ ସେକ୍ରେଟାରୀ ଓ ହରିପୁର ଗାଁର ମୁଖିଆ ମୁଖିଆ ଲୋକମାନେ ସମସ୍ତେ ତତ୍ପର ଥିଲେ। ବିରୋଧୀ ଦଳର ମାଗୁଣି ରାଉତ ଓ ତାଙ୍କ ମୁଷ୍ଟିମେୟ ଅନୁଗତ ମଧ୍ୟ ବେଶ୍ ସନ୍ତର୍ପଣରେ ଏଥିପାଇଁ ବ୍ୟସ୍ତ ଥିଲେ। ଏହିପରି ଗୋଟିଏ ଐତିହାସିକ ଘଟଣା ଅବସରରେ ସେମାନେ ଯଦି କଳା ପତାକା ନ ହେଲା ନାହିଁ ଖଣ୍ଡେ ଖଣ୍ଡେ କଳା ଗାମୁଛା ଅନ୍ତତଃ ଟେକି ଦେଖେଇ ପାରିବେ ତାହେଲେ ରାଜନୀତି ମଇଦାନରେ ବିରୋଧୀ ଦଳର କର୍ମୀ ଭାବେ ସେମାନଙ୍କର ଗୁରୁତ୍ୱ ବଢ଼ିଯିବ ବୋଲି ସେମାନେ ଜାଣିଥିଲେ। ଏହା ପୂର୍ବରୁ ହରିପୁରର ଇତିହାସରେ କେବେ କୌଣସି ଦିନ କୌଣସି ମନ୍ତ୍ରୀ ଏଠାକୁ ଆସି ନ ଥିଲେ। ଏ ଗାଁର ମାଟି ସତେ କି ଜଣେ ମନ୍ତ୍ରୀଙ୍କର ପାଦଧୂଳି ପାଇବା ନିମନ୍ତେ ବର୍ଷ ବର୍ଷ ଧରି ତପସ୍ୟା କରୁଥିଲା। ସ୍କୁଲର ସଂସ୍କୃତ ପଣ୍ଡିତ ଏ କଥାଟି କହିବା ବେଳେ ରାମାୟଣରୁ ପାଷାଣୀ ଅହଲ୍ୟା ଓ ଶ୍ରୀରାମଚନ୍ଦ୍ରଙ୍କ ଉଦାହରଣ ଦେଇ କଥାଟିକୁ ଆଉ ଟିକେ ଗୁରୁତ୍ୱପୂର୍ଣ୍ଣ କରିବାର ଚେଷ୍ଟା କରୁଥିଲେ। ପଆଁଷଠି କି ଛଅଷଠି ମସିହାରେ ଜଣେ ମନ୍ତ୍ରୀ ପାଖ ଘଣ୍ଟେଶ୍ୱର ବଜାରକୁ ଆସିଥିଲେ। ସେତେବେଳେ ଘଣ୍ଟେଶ୍ୱରକୁ କେହି ଆସିବା ସହଜ ନଥିଲା। ଦୁଇ ଦୁଇଟି ନଈ ପାର ହୋଇ ଓ ଶେଷକୁ ଦଶ କିଲୋମିଟର ରାସ୍ତା ପଙ୍କ କାଦୁଅ ନ ହେଲେ ଗୋଇଠି ଉଚ୍ଚ ବାଲିରେ ପଶି ଏଠିକି ଆସିବା ସହଜସାଧ୍ୟ କଥା ନୁହେଁ। ଏ ଅବସ୍ଥାରେ ହରିପୁର ଗାଁକୁ କୌଣସି ବଡ଼ବଡ଼ିଆ ଆସିବାର ପ୍ରଶ୍ନ ଉଠିବ ବା କୁଆଡୁ! ଏ ଗାଁକୁ ସ୍ଥଳପଥ କି ଜଳପଥ କୌଣସି ପଥରେ ସିଧା ଆସିବାର ବ୍ୟବସ୍ଥା ନାହିଁ। ନଈ ନାଳ ଘେରା ଧୋଇଆ ଅଞ୍ଚଳରେ ଗୋଟାଏ ଟାପୁ ପରି ଏଇ ଗାଁ, ଦୂରରୁ ଗୋଟାଏ ଅସ୍ୱସ୍ତିକର ପ୍ରଶ୍ନବାଚୀ ପରି ଦିଶେ। ପାଖ ନଈ ଉପରେ ପୋଲଟିଏ ହୋଇଗଲେ ଅବଶ୍ୟ ଗାଁର ଗମନାଗମନ ସମସ୍ୟାର ସମାଧାନ ହୋଇଯାଆନ୍ତା। ମାତ୍ର ପୋଲ ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର